''ଆମ୍ଭେ ଏ ମକଦ୍ଦମାଘଟିତ ସମସ୍ତ କଥା, ଭଦ୍ରବ୍ୟକ୍ତିମାନଙ୍କର ସାକ୍ଷ ଏବଂ ଉଭୟ ପକ୍ଷର ଓକିଲ ବାବୁ ଗୋଷ୍ଠବିହାରୀ ଚୌଧୁରୀ ଓ ବାବୁ ପ୍ରତାପଚନ୍ଦ୍ର ମିତ୍ରଙ୍କ ଯୁକ୍ତି ତର୍କ ଆଦି ମନୋଯୋଗ ସହକାରେ ଶୁଣିଅଛୁଁ। ସେ ସମସ୍ତରୁ ଏବଂ ସମ୍ମାନିତ ପାଦ୍ରି ବେନ ସାହେବଙ୍କ ପତ୍ରରୁ ଏବଂ ପ୍ରଶଂସିତ ଚୌଧୁରୀଙ୍କ ବଳବତ୍ତର ପ୍ରମାଣରୁ ଆମ୍ଭର ଦୃଢ଼ ବିଶ୍ୱାସ ହୋଇଅଛି ଯେ, ଏ ମକଦ୍ଦମାଘଟିତ କଥା ସମ୍ପୂର୍ଣ୍ଣ ସତ୍ୟ ଅଟେ। ଅତଏବ ଆମ୍ଭେ ଏହି ଆଦେଶ ପ୍ରଚାର କରୁଅଛୁଁ ଯେ, ପ୍ରତିବାଦୀ ଜନମୋହନ ସ୍ୱାଇଁ ପୂର୍ବ ପ୍ରସ୍ତାବମତେ ଶ୍ରୀମତୀ ଲୀଳାବତୀ ରାଉତଙ୍କୁ ବିବାହ କରିବାକୁ ବାଧ୍ୟ। ଯଦି ତାହା ନ କରନ୍ତି, ତାହାହେଲେ ଆଇନ ଅନୁସାରେ ତାଙ୍କର ପ୍ରତିପୋଷଣର ସମସ୍ତ ଭାର ବହନ କରିବେ ଏବଂ ବାଦୀ ବାବୁ ଫିଲିପଚନ୍ଦ୍ର ରାଉତଙ୍କୁ ଏଥିର କ୍ଷତିପୂରଣସ୍ୱରୂପ ପାଞ୍ଚ ଶତ ଟଙ୍କା ପ୍ରଦାନ କରିବେ ଅଥବା ଏ ଉଭୟ ଉଦ୍ଦେଶ୍ୟରେ ଏକକାଳୀନ ଟଙ୍କା ଆଜି ତାରିଖରୁ ସପ୍ତାହ ମଧ୍ୟରେ ପ୍ରଦାନ କରିବେ। '' ଅଷ୍ଟମ ପରିଚ୍ଛେଦ ମହାନଦୀ କୂଳ ମନ୍ତ୍ରଣା ଆଜି ନିଶାବସାନ ନ ହେଉଣୁ ଜନମୋହନ ଆସି ମହାନଦୀର ମନୋହର ପୁଳିନରେ ସମାସୀନ। ଖଣ୍ଡିଏ ଶିଳା ଉପରେ ବସି ମହାନଦୀର ବକ୍ଷ ପ୍ରତି ସ୍ଥିରଦୃଷ୍ଟି ରଖିଅଛନ୍ତି। ଦେଖୁଁ ଦେଖୁଁ ଅସିତ ଆବରଣ ପ୍ରାୟ ନିଶାନ୍ତ ଅନ୍ଧକାର ନଦୀଶଯ୍ୟାରୁ ଅନ୍ତର୍ଦ୍ଧାନ ଭଜିବାକୁ ଲାଗିଲା। ସୁବିଶଦ ବାଲୁକାଶଯ୍ୟାପ୍ରାନ୍ତରେ ସୁନୀଳ ସୁପ୍ରଶାନ୍ତ ମହାନଦୀଜଳ ଦୃଷ୍ଟିଗୋଚର ହେଲା। ଚାହୁଁ ଚାହୁଁ ପ୍ରଭାତର ମନ୍ଦ ସମୀରଣ ପରଶରେ ତାହା ଉପରେ ଲହରୀଲୀଳା ଦେଖା ଦେଲା। ବୀଚି ପରେ ବୀଚିମାନ ଆସି ତଟଦେଶରେ ଶିର ପିଟି ଲୁଚିବାକୁ ଲାଗିଲେ। ଏହି ବୀଚିଲୀଳା ବହୁକ୍ଷଣ ନିରୀକ୍ଷଣ କରି ଜଗମୋହନ ଯେହ୍ନେ ତନ୍ମୟ। ଅନ୍ତର ମଧ୍ୟରେ ଯେହ୍ନେ ସେ ଏହି ଚିତ୍ର ଅବିକଳ ଦେଖି ପାରୁଥିଲେ। ସେ ତରଙ୍ଗାୟିତ ନଦୀବନ୍ଧ, ସେ ପ୍ରଭାତୀ ସମୀରଣ ଏବଂ କୂଜନକାରୀ ପକ୍ଷିଗଣ ଯେହ୍ନେ ତାହାଙ୍କୁ କେତେ କଣ ସଙ୍କେତ କରୁଅଛନ୍ତି ବୁଝି, ଯୁବକ ନାନା ଚିନ୍ତା କରିବାକୁ ଲାଗିଲେ। କିନ୍ତୁ କିଛି ନିର୍ଣ୍ଣୟ ହୋଇ ନ ପାରିବାରୁ ଚିନ୍ତାଭାରରେ ହୃଦୟ ଅବସନ୍ନପ୍ରାୟ। 'ବିବାହ କରିବି କି ନାହିଁ' ଏହି ଗୁରୁତର ସମସ୍ୟାରେ ପଡ଼ି ଯୁବକଙ୍କର ଚିତ୍ତ ଆଲୋଡ଼ିତ ହୋଇଗଲା। ପ୍ରଭାତର ଶୀତଳ ଉପଚାରରେ ପ୍ରକୃତିର ମଧୁର ସଙ୍କେତରେ ମନ କିଞ୍ଚିତ୍ କୋମଳ ଏବଂ ସ୍ନେହପ୍ରବଣ ହେବାକୁ ଲାଗିବାରୁ ଯୁବକ ବହୁ ଭାବନା ପରେ ସ୍ଥିର କଲେ, ବରଂ ବିବାହ ଶ୍ରେୟଃ। ବିପରୀତମାର୍ଗରେ ଗଲେ ତତୋଽଧିକ କଷ୍ଟ। ଆଉ କଥା ତେଣିକି ଥାଉ, ଏତେ ଅର୍ଥ ବା କାହୁଁ ପାଇବି? ବିବାହରେ ମୋହର ପ୍ରଭୁତ୍ୱ, ଅନ୍ୟଥା ମୋହର ବନ୍ଧନ ଅବଶ୍ୟମ୍ଭାବୀ। ଏହିପରି ଆଲୋଚନା କରି ଯୁବକ ଏବେ ଚାରିଆଡ଼କୁ ଟିକିଏ ଆଖି ଫେରାଇଲେ। ପଶ୍ଚିମଦିଗରେ ଦେଖିଲେ, ଦୁଇ ଜଣ ବ୍ୟକ୍ତି ରାଜମାର୍ଗରୁ ବନ୍ଧକୁ ଉଠି ତାହାଙ୍କ ଆଡ଼କୁ ଅଗ୍ରସର ହେଉଅଛନ୍ତି। କିଛି ପଥ ଅଗ୍ରସର ହୁଅନ୍ତେ ଯୁବକ ଚିହ୍ନି ପାରିଲେ ଯେ ଜଣେ ତାଙ୍କର ଭାବୀ ଶ୍ୱଶୁର ଫିଲିପ ବାବୁ, ଅନ୍ୟ ଜଣକ ତାଙ୍କର ପରମବନ୍ଧୁ ଯୋଶେଫ ବାବୁ। ନିକଟରେ ଦେଖି ଜନମୋହନ ଶିଷ୍ଟ ବାଳକ ପ୍ରାୟ ଦଣ୍ଡାୟମାନ ହୋଇ ନମସ୍କାର କଲେ। ସରଳପ୍ରାଣ ଫିଲିପ ବାବୁ ଆଜି ଯୁବକଙ୍କ ପୂର୍ବ ଭାବର ପରିବର୍ତ୍ତନ ଦେଖି ମୁଗ୍ଧ ହୋଇଗଲେ। ଯୋଶେଫ ବାବୁ ଯୁବକଙ୍କ ହାତ ଧରି ସସ୍ନେହରେ ପଚାରିଲେ, ''ତୁମ୍ଭେ ଏକାକୀ କି ନିମନ୍ତେ ଏଠାକୁ ଆସିଅଛ? କେତେକାଳ ହେଲା ଆସିଲଣି? '' ଯୁ- ଆଜି ରବିବାର ଥିଲା ବୋଲି ଟିକିଏ ଆଗରୁ ଉଠି ଏଠାକୁ ବୁଲିଆସିଥିଲି। ଯୋ- ଉତ୍ତମ କଥା, ଏ ସବୁ ସୁନ୍ଦର ଦୃଶ୍ୟମାନ ଦେଖି ମନକୁ ଭୁଲାଇବା ଉଚିତ। ବାବୁ, ମୁଁ ତୁମ୍ଭଙ୍କୁ ଖୋଜୁଥିଲି। ସାହେବ ମୋତେ ଦିନେ ତୁମ୍ଭଙ୍କୁ କୋଠିକି ନେଇଯିବାକୁ କହିଥିଲେ। ଆଜି ଦୁଇ ବନ୍ଧୁ ପ୍ରାତଃକାଳରୁ କବର ଦର୍ଶନ କରି ଫେରୁଥିଲୁଁ। ଗିର୍ଜାଘଣ୍ଟା ବାଜିବା ପୂର୍ବରୁ ଏହିକ୍ଷଣି ସାହେବଙ୍କ କୋଠିକି ଯାଉଅଛୁଁ। ବାଟରେ ତୁମ୍ଭ ସହିତ ଦେଖା ହେଲା, ଭଲ ହେଲା। ବର୍ତ୍ତମାନ ଆମ୍ଭ ସଙ୍ଗରେ। ଆସ, ସାହେବଙ୍କ ସହିତ ଦେଖା ହେବ। ଉପରେ ଆମ୍ଭେମାନେ କହିଅଛୁଁ ଯେ ଯୁବକଙ୍କର ମନ ଆଗରୁ ଏମାନଙ୍କ ଅଭିପ୍ରାୟର ଅନୁକୂଳ ହୋଇଅଛି। ତେଣୁ ଏ ପ୍ରସ୍ତାବରେ ସେ ଆଉ ପ୍ରତିକୂଳ ଭାବ ନ ଦେଖାଇ ବିନା ଆପତ୍ତିରେ ସେ ବେନିଙ୍କ ଅନୁଗମନ କଲେ। ପଥ ମଧ୍ୟରେ ଯୁବକଙ୍କଠାରୁ ନାନା ପ୍ରଶ୍ନର ଆଶାନୁରୂପ ଉତ୍ତର ପାଇ ଦୁଇ ବନ୍ଧୁ ଭାବୀ ସୁଖ ସମ୍ପଦର କେତେ କଳ୍ପନା କରିବାକୁ ଲାଗିଲେ। କିନ୍ତୁ କିଏ ଜାଣେ, ସେ ଯାହା ଭାବେ, ତାହା ଅବଶ୍ୟ ଘଟିବ?